ଅନେକ ଦିନପରେ ସୁଚେତା ଗୋଟିଏ ଚିଠି ପାଇଲା। ସମରେନ୍ଦ୍ର ଲେଖିଥିଲେ ଲାହୋର ଫ୍ରଣ୍ଟରୁ। ସେ ଲେଖିଥିଲେ- ସୁଚେତା! କ'ଣ ବୋଲି ତୁମକୁ ସମ୍ୱୋଧନ କରିବି ମୁଁ ଜାଣେନାହିଁ। ମୁଁ ତୁମର ଯଦି ପ୍ରେମିକ ହୋଇଥାନ୍ତି ତେବେ ଲେଖିଥାନ୍ତି 'ପ୍ରିୟତମାଷୁ'! ମୁଁ ଯଦି ତୁମର ସ୍ୱାମୀ ହୋଇଥାନ୍ତି, ତେବେ ତୁମର ମନ ରକ୍ଷାକରିବାକୁ ଲେଖିଥାନ୍ତି 'ପ୍ରେୟସୀ'। କେବଳ 'ସୁଚେତା' ବୋଲି କାହିଁକି ଲେଖିଲି କହିପାରିବ? ସେହି ଶବ୍ଦଟି ମୋତେ ଭାରି ଭଲଲାଗେ ଆବୃତ୍ତି କରିବାକୁ। ମୁଁ ତୁମକୁ ପ୍ରେମିକର ହାଲୁକା ହୃଦୟ ନେଇ ଭଲ ପାଇନଥିଲି କିମ୍ୱା ସ୍ୱାମୀର କଠୋର ହୃଦୟ ନେଇ ତୁମ ପାଖରୁ ଜୋରକରି ସ୍ନେହ ଓଟାରି ଆଣିବାକୁ ଚେଷ୍ଟା କରିନଥିଲି। ମୁଁ ନିଜକୁ ଯେତିକି ଭଲପାଏ, ତାହାଠାରୁ ତୁମକୁ ଅଧିକ ଭଲପାଏ କହିବାର ଅର୍ଥ ଏକାବେଳେ ଅସତ୍ୟ। ମୁଁ ତୁମ ଉପରେ ଦୌରାତ୍ମ୍ୟ ଆରମ୍ଭ କରିଛି। ମୁଁ ତୁମକୁ ଯଥେଷ୍ଟ ଆଘାତ ଦେଇଛି ଏବଂ ଅଶାନ୍ତି ମଧ୍ୟ ଦେଇଛି। ସେଥିପାଇଁ ମୁଁ ମୋଟେ ଦୁଃଖିତ ନୁହେଁ କିମ୍ୱା ମୁଁ ନିଜେ ମଧ୍ୟ ଲଜ୍ଜିତ ନୁହେଁ। ମୁଁ ନିଜକୁ ନିଜେ ଯେତେ ଆଘାତ ଦିଏ ସେତିକି ଆଘାତ କେବଳ ମୁଁ ତୁମକୁ ଦେଇଥିଲି। ତା'ର କାରଣ କ'ଣ ଜାଣ? ତୁମ ଓ ମୋ ମଧ୍ୟରେ କୌଣସି ତଫାତ୍ ଦେଖି ନ ଥିଲି। ମୋର ଭାବନା ଓ ମୋର ଚିନ୍ତାଧାରା ଠିକ୍ କି ଭୁଲ ତାହା ତୁମେ ମନେମନେ ବିଚାର କରିବ। ମୁଁ ତୁମକୁ ଯେତେ ଆଘାତ ଦେଇଥିଲି, ଯେତେ ଅବହେଳା ଦେଖାଇଥିଲି, ତୁମେ ମୋତେ ସେଥିପାଇଁ ଦିନେହେଲେ ଘୃଣା କରିନାହଁ। ଏକଥା ମୁଁ ମୁକ୍ତକଣ୍ଠରେ ମରଣର ଏହି ବିଭୀଷିକା ମଧ୍ୟରେ ଛିଡ଼ାହୋଇ ମଧ୍ୟ ସ୍ୱୀକାର କରେ। ତୁମେ ମୋତେ ଯେ ଘୃଣା କରିପାରିଲ ନାହିଁ, ତାହା ତୁମର ଦୁର୍ବଳତା ନୁହେଁ କିମ୍ୱା ତାହା ତୁମର ସହୃଦୟତା ମଧ୍ୟ ନୁହେଁ। ତାହା ହେଉଛି ତୁମ ଓ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା। ତୁମେ ଯିଏ ମୁଁ ମଧ୍ୟ ସିଏ। ଏହି ନିରାଟ ସତ୍ୟକୁ ତୁମେ କ'ଣ ଅସ୍ୱୀକାର କରିବ? ମୁଁ ମୃତ୍ୟୁକୁ ଭୁଲିଯାଇଛି। ମୃତ୍ୟୁକୁ ମୁଁ ମୋର ଯେଉଁ ହାତମୁଠାରେ ପୂରାଇ ବନ୍ଧୁକ ଧରିଛି, ତୁମେ ମୋର ସେହି ହାତମୁଠାକୁ ଟାଣ କରିଦେଇଛ। ଅସରନ୍ତି ସ୍ନେହ ଦେଖାଇ ତୁମେ ମୋର ହୃଦୟଟାକୁ ବଜ୍ର ପରି ଶକ୍ତ କରିଦେଇଛ। କାହିଁକି ତୁମେ ଏତେ ତ୍ୟାଗ ସ୍ୱୀକାର କଲ? ପର ପାଇଁ ପର ଏତେ କରିପାରେ ନାହିଁ। ନିଜ ପାଇଁ ସେ ସବୁ କରେ। ତେଣୁ ତୁମେ ମୋର ପର ନୁହଁ କିମ୍ୱା ମୁଁ ତୁମର ମଧ୍ୟ ପର ନୁହେଁ। ସ୍ୱାର୍ଥର ସୀମାରେଖା ଉପରେ ଛିଡ଼ାହୋଇ ତୁମେ ମୋତେ କ'ଣ ପର ବୋଲି ଭାବି। ପାରିବ? ଯଦି ଏଠାରୁ ବିଜୟୀର ସମ୍ମାନ ଘେନି ଫେରିଯାଏ ତଥାପି ତୁମେ ଯେ ମୋତେ ସମ୍ୱର୍ଦ୍ଧନା ଜଣାଇବ ଏହା ମୁଁ କେବେ ଆଶା କରିପାରେ ନାହିଁ। ଯଦି ଏଠାରେ ମୁଁ ମୋର ଶେଷନିଶ୍ୱାସ ତ୍ୟାଗକରେ ତୁମେ ଯେ ସେଥିପାଇଁ ବ୍ୟଥିତ ହୋଇ ଦୁଇଟୋପା ଲୁହ ଗଡ଼ାଇବ ତାହା ମଧ୍ୟ ମୁଁ କଳ୍ପନା କରିପାରେ ନାହିଁ। ନିଜର ମୃତ୍ୟୁରେ କେହି କେବେ ଅଶ୍ରୁମୋଚନ କରେ ନାହିଁ। ତୁମେ ସମଦର୍ଶୀ ଲୋକ। ନିଜର ବିଜୟତା ପାଇଁ ତୁମେ ଆନନ୍ଦରେ କେବେ ଉନ୍ମତ୍ତ ହେବନାହିଁ କିମ୍ବା ନିଜର ପରାଜୟ ପାଇଁ ତୁମେ ବ୍ୟଥିତ ମଧ୍ୟ ହେବ ନାହିଁ। ଏହା ମୁଁ ଜାଣେ। ତୁମକୁ ଆଉ କିଛି କହିବାର ନାହିଁ କିମ୍ୱା ଶୁଣାଇବାର ମଧ୍ୟ ନାହିଁ। ସବୁ ଆଖିର ଲୁହରେ କହିସାରିଛି ଓ ଶୁଣାଇ ସାରିଛି। ତଥାପି ଏହି ମରଣର ଦ୍ୱାରଦେଶରେ ଛିଡ଼ାହୋଇ ମୁଁ କାହିଁକି ଯେ ତୁମକୁ ଖୋଜେ ତାହା ତୁମେ ଜାଣ। ଦୁର୍ଭାଗା ସମରେନ୍ଦ୍ର। ଚିଠିଟା ପଢ଼ି ସାରିଲା ପରେ ସୁଚେତା କୌଣସି ଚିନ୍ତା କରିପାରିଲା ନାହିଁ। ତାହାର ଦେହ ମୁଣ୍ଡ ଝିମ୍ଝିମ୍ ହୋଇଗଲା। ଜଣେ ଆଜି ମରଣର ଦ୍ୱାରଦେଶରେ ମଧ୍ୟ ତାକୁ ଖୋଜୁଛି କାହିଁକି? ସେହି ରାତିରେ ସେ ସ୍ୱପ୍ନ ଦେଖିଲା, ''ସମରେନ୍ଦ୍ର ବିଜୟ ଉଲ୍ଲାସରେ ଯୁଦ୍ଧକ୍ଷେତ୍ରରୁ ଫେରିଆସିଛନ୍ତି। 'ପରମବୀର ଚକ୍ର' ସେ ଲାଭ କରିଛନ୍ତି। ସୁଚେତାର ମଥାକୁ ଆନନ୍ଦରେ ତାଙ୍କର ଛାତି ଉପରେ ଥୋଇଦେଇ କହୁଛନ୍ତି 'ସୁଚେତା'! ଯେଉଁ ଦୁଇଟି ଜୀବନ ଅନେକ ଦିନ ତଳରେ ଗୋଟିଏ ଡୋରିରେ ବନ୍ଧା ହୋଇଥିଲା, ସେହି ଦୁଇଟି ଜୀବନ ଏତେଦିନ ପରେ ମିଶିଯାଇ ଏକ ହୋଇଗଲା। '' ହଠାତ୍ ସୁଚେତାର ସ୍ୱପ୍ନ ଭାଙ୍ଗିଗଲା। ସେ ଭାବୁଥିଲା କୌଣସି ଜନ୍ମରେ ଏ ସ୍ୱପ୍ନ କ'ଣ ସତ୍ୟ ହେବ ନାହିଁ?